ସେ ସଂଯତ ହେବାକୁ ଚେଷ୍ଟା କରୁଥିଲା। ପାରୁ ନଥିଲା। ମା ନିଆଁରେ ଗୋଡ଼ ସେକି ଦେଲେ। ଦୁଃଖୀ ଦେବକୀର। ମୁଣ୍ଡ ପାଖକୁ ଗଲା। ଦେବକୀ ଯେମିତି କ'ଣ ଖୋଜୁଚି। କାହାକୁ ଖୋଜୁଚି ସେ? ତା'ର କିଏ ଅଛି କେଉଁଠିକି ଯିବ ସେ? ହଁ, ଗୋଟାଏ ଜାଗା ତା'ପାଇଁ ଅଛି। ମଣିଷର ଏଇ ନିଷ୍ଠୁର ସମାଜ ଯାହାକୁ ସ୍ଥାନ ନଦିଏ ତା'ପାଇଁ ଗୋଟିଏ ଜାଗା ନିଶ୍ଚୟ ଅଛି ଅତି ସୁନିଶ୍ଚିତ ନିରାପଦ ସେ ଜାଗା। ସେଠି ଯେମିତି ତା'ର ଅତି ନିଜର, ଆପଣାର ଲୋକ ଅଛନ୍ତି। ନହେଲେ ସେ ଯିବାକୁ ସେଠିକି ମନ କରନ୍ତା କାହିଁକି? ଏଠିକାର ନିଷ୍ଠୁର ମଣିଷଙ୍କଠୁ ସେମାନେ ଖୁବ୍ ଭଲ। ସେ କ'ଣ ସେଇଠିକି ଯିବ? ସେପୁରକୁ। ଦେବକୀ ହାତ ବଢ଼ାଇଦେଲା ଦୁଃଖୀର ପାଦ ଉଦ୍ଦେଶ୍ୟରେ ଦୁଃଖୀ ପାଦ ବଢ଼ାଇଦେଲା। ଗୋଡ଼ରୁ ଧୂଳି ନେଇ ଦେବକୀ ମୁଣ୍ଡରେ ମାରିଲା। ତା' ପାଟିରୁ ବାହାରି ପଡ଼ିଲା ''ଦେବତା ! '' ଯେମିତି ସେ ଚାହିଁ ବସିଥିଲା ଏ ଜୀବନଟାଯାକ ଏଇ ଦେବତା ଦର୍ଶନପାଇଁ। ତା'ପରେ ତା'ପରେ ତା'ର କାମ ସରିଗଲା ତା'ର ମନବାଞ୍ଛା ପୂର୍ଣ୍ଣ ହୋଇଗଲା। ଦୁଃଖୀ ଏଥର ଦାଣ୍ଡକୁ ଚାହିଁଲା। କାହିଁ, କେହି ତ ନାହାନ୍ତି କେହି ତ ରଡ଼ି ଛାଡ଼ୁ ନାହାନ୍ତି ଏତେବେଳେ ଆଉ। ଦୁଃଖୀ ନିର୍ଭୟ। ଖୋଲ ଆକାଶ ଭଳି ନିର୍ଭୟ ଦମ୍ଭ! ଧୀରେ ଧୀରେ ଦେବକୀର ଦୁଃଖ ଶେଷ ହେଇ ଆସିଲା। ଏଇ ଦେବକୀ। ବାଳବିଧବା ସେ। ସମସ୍ତେ କହିଲେ ପାଠ ପଢ଼ିବାକୁ ସେ ପାଠ ପଢ଼ିଲା। ସେଇ ହେଲା ତା'ର ଅପରାଧ। ଗାଁରେ ଗୋଟିଏ ମାଷ୍ଟର ଥାଏ ବୁଢ଼ା ମାଷ୍ଟର। ସେଇ ଆସି ପଢ଼େଇ ଦେଇଯାଏଁ। ସେତେବେଳକୁ ସେ ଘରେ ରହିଲାଣି। ସମସ୍ତେ କହିଲେ, ଏ ବୁଢ଼ାଟାର କି ସ୍ୱାର୍ଥ ସେ କାହିଁକି ଆସି ଝିଅଟାକୁ ପାଠ ପଢୋଉଛି। ବୁଢ଼ୀ ବ୍ରାହ୍ମଣୀ ମାଷ୍ଟରକୁ ଧରମ ପୁଅ କରିଥାଏ। ମାଷ୍ଟର କହି ''ବିଦ୍ୟାଦାନ କରି ସମସ୍ତଙ୍କଠୁ ତ ଫଳେ ପୁଷ୍ପେ କିଛି ନା କିଛି ନଉଚି ଜଣକୁ ହେଲେ ନିରୋଳା ନିଃସ୍ୱର୍ଥ ବିଦ୍ୟାଦାନ କରିଥାଏ। '' ଲୋକେ କିନ୍ତୁ ବିଶ୍ୱାସ କରନ୍ତି ନାହିଁ। ବୁଢ଼ାକୁ ଦୋଷ ଦିଅନ୍ତି, ସେହି ବୟସରେବି। ଦୋଷୀ ବୁଢ଼ା ନୁହେଁ। ଦୋଷୀ ସେ ନିଜେ ଦେବକୀ ଦିନେ ସେ କହିଲା ''ଦୁଃଖୀବାବୁ, ଅପରାଧିନୀ ମୁଁ। ମୋ ଭାଗ୍ୟକୁ ମୁଁ ନିଜେ ଭୋଇଚି। ବୁଢ଼ା ମାଷ୍ଟର ସାଙ୍ଗରେ ଦିନେ ଦିନେ ତାଙ୍କ ଦାଣ୍ଡଦୁଆର ଯାଏଁ ଆସୁଥିଲା ନବୀନା। ସୁନ୍ଦର ଯୁବକ। ବୁଢ଼ାର ସାଙ୍ଗରେ। କି ସାଙ୍ଗ, କିମିତି ସାଙ୍ଗ, ବୁଝି ହୁଏନା। ବୁଢ଼ା ଟୋକାର ଏ କି ଅପୂର୍ବ ମିଳନ। ଆଉ ଦିନେ ଦିନେ ସେ ଆସି ବୁଢ଼ାକୁ ଡାକିନେଇ ଯାଏଁ ତାଙ୍କ ଘରୁ। ଏଇମିତି କେତେ ଦିନର ଦେଖା କେତେ ଦିନର ଚାହାଁ ଚାହିଁ ହେଇଥିବ। ଦେବକୀ ମନେ ମନେ ତାକୁ ଭଲପାଇଲା-। ତାକୁ ଭଲ ପାଇବା ନ କହି ଆଉ କ'ଣ କହିବ। ବୁଢ଼ା ଥରେ ଚାଲିଗଲା କୁଆଡ଼େ। କହିଗଲା ନବୀନ ଆସି ଦୁଇଦିନ ପଢ଼େଇ ଦେଇଯିବ। ସେ ଦୁଇଟା ଦିନ ପାଞ୍ଚଦିନ ହେଲା। ତଥାପି ଜଣା ପଡ଼ିଲାନି, ବୁଝା ପଡ଼ିଲାନି ବୁଝା ପଡ଼ି ନଥିଲା ଏକା ସେ ଦିନଗୁଡ଼ାକ କୁଆଡ଼େ ଗଲା। ବୁଢ଼ା ମାଷ୍ଟର ଆସି ପଚାରି ଥିବ କ'ଣ ପଢ଼ିଛୁ କେତେ ଆଗକୁ ପଢ଼ିଛୁ? ଜବାବ ଦେଇଥିବ ଦେବକୀ କିଛି ନା କିଛି ଜବାବ ଦେଇ ପାରି ନଥିବ। କ୍ରମେ କ୍ରମେ ପରିଚୟ ଗଭୀର ହେଲା। ବୁଢ଼ାର ଗୋଚରରେ ଦେଖାଟା ବୁଢ଼ାର ଆଗୋଚରରେ ହେବାକୁ ଲାଗିଲା। ନବୀନ ମିଛଟାରେ ଖୋଜି ଆସେ ବୁଢ଼ାକୁ ''ମାଷ୍ଟ୍ରେ ଅଛନ୍ତିନା-? '' ଦେବକୀ ପ୍ରଥମେ ପ୍ରଥମେ ଘର ଭିତରେ ଥାଇ ନାହିଁ କରୁଥିଲା, ଏବେ ଏଣିକି ଅଳିପି ଅଳିପି ବାହାରକୁ ବାହାରି ଆସି କହ 'ମାଷ୍ଟ୍ରେ ଆସି ନାହାନ୍ତି ମାଷ୍ଟ୍ରେ ବାହାରି ଗଲେଣି। ' ସେଇ ପଦେପଦେ କଥା ସେଇ ଥରେ ଅଧେ ଦେଖାରେ କେତେଦିନ ବା ହେଇଥିବ ତା'ର କେତେ ଅର୍ଥ ଦୁହେଁଯାକ କରିଥିବେ କେତେ ଚିତ୍ର ଆଙ୍କି ଥିବେ। ପାପ ପୁଣ୍ୟର କେତେ ପ୍ରଶ୍ନ ମନ ଭିତରେ ଉଠିଥିବ କେତେ ଯୁକ୍ତି ତାକୁ କାଟିଥିବ। କାରଣ ଦେବକୀ ବ୍ରାହ୍ମଣୀ, ନବୀନ ଖଣ୍ଡେଇତ, ଦେବକୀ ବିଧବା, ନବୀନ ଅବିବାହିତ। କେତେ ବାହାଘରରେ ଦେବକୀ କେତେ ବାଳିକା କେତେ ଯୁବତୀଙ୍କର ସ୍ୱାମୀମାନଙ୍କୁ ଦେଖିଥିବ। ସ୍ୱାମୀର ଅର୍ଥ କେତେ ସେ ମନେ ମନେ କରିଥିବ ସ୍ୱାମୀ ଶବ୍ଦଟା ଯେମିତି ଦେବକୀ ଭାଷାରେ ନାହିଁ ଦେବକୀ ଭାଷାରେ ନିରର୍ଥକ। ଆଜି ନ୍ ବନୀନ ସତେ କି ସେ ଭାଷାଟାକୁ ସାର୍ଥକ କରେଇ ଦେଉଛି ବିଶାଳ ଅଭିଧାନ ପରି। ସେ ନବୀନ ଭିତରୁ ସ୍ୱାମୀର ବ୍ୟୁତ୍ପତ୍ତି ସ୍ୱାମୀର ଚରିତାର୍ଥ, ଭାବାର୍ଥ ବିବିଧାର୍ଥ ବାହାର କରୁଛି ବସି।